ନାରଣ କିନ୍ତୁ ହସି ହସି ନାକେଦମ୍। ଠିକ ଏଇ ସମୟକୁ ଆମ ଘରଣୀଙ୍କ କଣ୍ଠ ଶୁଭିଲା ଭିତରୁ-ନାନୀ ନାନୀ କହି ଡାକି ଡାକି ଘର ଭିତରକୁ ପଶି ଆସୁଥିଲେ ସେ। ଏ ଭାଉଜ ତୁମର ନାନୀ-କିମିତି ହେଲେ ବୋଲି ପଚାରିବାରେ ଆମ ଘରଣୀ କହିଲେ- "ସିପ୍ରାନାନୀ ମୋର ନିଜ କକେଇ ଝିଅ ଭଉଣୀ''। ଏତେଦିନ ମୋର ଧାରଣା ଥିଲା-ହ୍ୱାଇଟ ଅୟଲ ଖାଲି ତେଲରେ ମିଶି ଯାଇପାରେ କିନ୍ତୁ ଦେଖିଲି ଖାଣ୍ଟି ଘିଅରେ ମଧ୍ୟ ବେଶ୍ ମିଶିଯାଇ ପାରୁଚି ନିର୍ଲିପ୍ତ ଭାବରେ। ମୁଁ ତାକୁ ଡାକେ ଆରତି ନାନୀ ସମସ୍ତେ ଡାକନ୍ତି ଆରତି ଦିଦି। ମୁଁ କିନ୍ତୁ ଡାକେ ଆରତୀ ନାନୀ। ବୟସ ନିଶ୍ଚୟ ପଚିଶକି ଛବିଶ୍। ଥରେ ଥରେ ପଚାରେ ଆରତୀ ନାନୀ ଜୀବନଟା କଣ ଏମିତି ଏମିତି କଟିଯିବ? କିଛି ଉତ୍ତର ନ ଦେଇ ତାର ଚଷମା ଘୋଡ଼ା ଆଖିଦି'ଟାରୁ ଦି ଟୋପା ଲୁହ ଗଡ଼େଇ ଦିଏ। ମୁଁ ଅଥବା ସେ ଲୁହ ଟୋପା ଦିଟାକୁ ଲକ୍ଷ୍ୟ କରିଥିବି ଏଇ ଆଶଙ୍କାରେ ସେ କଥାକୁ ବାଁରେଇ କହେ, ଚାରିଦିନ ହେଲା ଭୀଷଣ ଥଣ୍ଡା ଲାଗିଚି। ସେଇଥି ପାଇଁ ଏ ଲୁହ। ମୁଁ ଡାକ୍ତର ନୁହେଁ କିନ୍ତୁ ଭଲ ଭାବରେ ଜାଣେ ଇଏ ସାଇନୋ ସାଇଟିକ୍ସର ଲକ୍ଷଣ ନୁହେଁ। କିମ୍ବା ଥଣ୍ଡାର ପ୍ରତିକ୍ରିୟା ନୁହେଁ। ଅତୀତର କେତୋଟି ମୁହୂର୍ତ୍ତର ସ୍ମୃତି ଏଇ ଆଖି ଦେଇ ମଝିରେ ମଝିରେ ଝରେ। ଆରତୀ ନାନୀ ଭାବେ ମୁଁ କିଛି ଜାଣି ପାରେନା। ସେ କହେ ଭାଇ ଆଉ କନ କରିବି? ଦୁଇ ଭଉଣୀ, ବୁଢ଼ୀମା ସେମାନଙ୍କୁ ପୋଷିବା ମୋର କର୍ତ୍ତବ୍ୟ। ତେନୁ ଘରସଂସାରର ସ୍ୱପ୍ନ ଦେଖୁ ଦେଖୁ ମୋ ନିଦ ଭାଙ୍ଗିଯାଏ। ସ୍ୱପ୍ନ ମଉଳି ଯାଏ। ଏଇ ସ୍ୱପ୍ନଟା ବଡ଼ ନିବୀଡ଼ତମ, ଜୀବନ୍ତ ଓ ଘନିଷ୍ଠ ହୋଇ ଆସେ ସେ ଯେତେବେଳେ ଅତି ଆଦରରେ ଠିକ୍ ଗୋଟିଏ ପୁଷି ଭଳି ମତେ କୋଡ଼ରେ ଧରି ଶୁଏ। ତାର ତନୁର ତନିମାରେ ଏକ ତରୁଣ ଜୀବନର ଦ୍ୟୁତି। ପ୍ରତିଦିନ ରାତ୍ରର ଅର୍ଦ୍ଧ ଯାମରେ ତା ଘରପାଖ ନିମ୍ନ ଗଛଟିକୁ ଚାହେଁ-। ଏଇ ଗଛଟା ତାକୁ ଦେଖାଯାଏ ଗୋଟାଏ ଝାଙ୍କଲା ପିଜୁଳି ଗଛ ଭଳି। ଯେତେଦୂର ମନେ ପଡ଼େ ଖ୍ରୀଷ୍ଟାବ୍ଦ। ବିନା ରେଶନ କାର୍ଡରେ କିଛି ମିଳେନା। ଚିନି, ଗହମ, ମଇଦା, ସୁଜି ଏଇଭଳି ଗୁଡ଼ିଏ ଜିନିଷ ଉପରେ କଡ଼ା କଂଟ୍ରୋଲ ଥାଏ। ପରମିଟ୍ ପାଇଁ ଲୋକେ ସପ୍ଲାଇ ଅଫିସରେ ଧାଡ଼ି ବାନ୍ଧି ଠିଆ ହୁଅନ୍ତି। ସକାଳ ନ'ଟାରୁ ସନ୍ଧ୍ୟା ଚାରିଟା ଯାଇ। ଏଇ ଧାଡ଼ି ଲାଗିଥାଏ। ପରମିଟ୍ ଦେଲା ବାଲା, ପରମିଟ୍ ଦିଆ ବନ୍ଦ କହିଲା ମାତ୍ରେ ଲୋକେ ନିରାଶରେ ଫେରି ଆସନ୍ତି। ଚିନି ଅଭାବରେ ଚାହାଖିଆ ବନ୍ଦ ହୁଏ। ଘରକୁ କିଏ ଅତିଥି ଆସିଲେ ମଣିଷ ବଡ଼ ଅଡ଼ୁଆରେ ପଡ଼େ। ଆଉ କେଉଁଠାର ଅବସ୍ଥା କଣ ଜାଣେନା। ଏଇଥିଲା ସେତେବେଳେକାର ପୁରୀର ଅବସ୍ଥା। ମୁଁ ଦୀନବନ୍ଧୁ ଏ ଅବସ୍ଥାର କେବେ ସମ୍ମୁଖୀନ ହୋଇ ନ ଥିଲି-। ଚିନି କିଣି ଘରେ ଚା' ତିଆରି କରି ନିଜେ ପିଇବା ପାଞ୍ଚଜଣଙ୍କୁ ପିଆଇବାର